ସେର୍ପାମାନଙ୍କର କୌଣସି ଲିପି ନାହିଁ। ଆମ ଦେଶର କନ୍ଧ କୋହ୍ଲଙ୍କ ଭାଷା ପରି ଏହା ଏକ କଥିତ ଭାଷା। ଧର୍ମର କାରବାର ହୁଏ ତିବ୍ଦତୀ ଭାଷାରେ। କିନ୍ତୁ ଦାର୍ଜିଲିଂରେ ଏମାନେ ବଙ୍ଗଳା, ନେପାଳୀ ଓ ହିନ୍ଦୀ ଭାଷାରେ। କାରବାର କରନ୍ତି। ଘରେ କିନ୍ତୁ ସେର୍ପା ଭାଷା ଚଳେ। ଏ ଭାଷା ତିବ୍ଦତୀ ଭାଷାରୁ ଆସିଛି। ତିବ୍ଦତୀ ପଞ୍ଜିକା ଅନୁସାରେ ବର୍ଷ, ତାରିଖ, ତିଥି ଆଦି ଗଣାଯାଏ। ଗୋଟିଏ ନାଁ ଅନେକଠି ଦେଖାଯାଏ-। କୌଣସି ବିଶେଷ ପଦବୀ ନାହିଁ ଯାହାକୁ ନାଁ ଶେଷରେ ବସେଇଲେ, ଅମୁକ ପରିବାରର ଲୋକ ବୋଲି ବୁଝାଯିବ। ଗୋଟିଏ ଧ୍ୱନି, ଗୋଟିଏ ଉଚ୍ଚାରଣ। ଲିଖିତଭାଷା ନାହିଁ ବୋଲି ଏମାନଙ୍କ ମଧ୍ୟରେ ବହୁ ଲୋକ ଅଶିକ୍ଷିତ। ବେଶୀ ପଇସା ପତ୍ର ହେଲେ ହୁଏତ ବିଦେଶୀ ଭାଷା ପଢ଼ାଯାଏ। ହୁଏତ ବଙ୍ଗାଳୀ କିମ୍ୱା ନେପାଳୀ। ସିକିମ ବସ୍ତିର କିଛି ଦୂରରେ ବୌଦ୍ଧମଠ। ସକାଳୁ ଉଠି ଶୀଘ୍ର ଗାଧୋଇଲି ଏହି ବୌଦ୍ଧମଠକୁ ଯିବା ଅଭିପ୍ରାୟରେ। ମେନଦଭା ମନା କଲା। ସେ ମୋ ସାଙ୍ଗରେ ଯିବ ନି। ଏହି ମଠକୁ ଯିବାପାଇଁ ସେର୍ପାମାନଙ୍କୁ ମନା। ହୁଏକ ଗୋଟିଏ କିଛି ମତଦ୍ୱୈଧ ଘଟିଛି-ସେର୍ପା ଓ ସିକିମମାନଙ୍କ ମଧ୍ୟରେ। ମେନଦଭା କିଛି ଦୂରରେ ମୋ ସାଙ୍ଗରେ ଯାଇ ମଠଟିକୁ ଦେଖାଇ ଦେଲା-। ଦୂରରୁ କେତୋଟି ପତାକା ଦେଖା ଯାଉଥାଏ। ମଠ ଚାରି ପାଖରେ ଧୋବ ଫରଫର ହୋଇ ପତାକାଗୁଡ଼ିକ ଉଡ଼ୁଥାଏ। ମୁଁ ତାକୁ ଚାହିଁ ଚାହିଁ କେତେବେଳେ ଅବାଟରେ କେତେବେଳେ ବାଟରେ ଚାଲିଥାଏ। ଆମମାନଙ୍କ ମନ୍ଦିର ପରି ଏଇଠି ପୂଜକ ରହନ୍ତି, ଭକ୍ତ ବି ଅଧିଆ ପଡ଼ନ୍ତି। ଘଣ୍ଟି ବାଜେ-। ଧର୍ମଚକ୍ର ଘୂରେ ''ଓ ମଣି ପଦ୍ମ ହୁମ୍, ଓଁ ମଣିପଦ୍ମ ହୁମ୍। '' ଭକ୍ତ ଧର୍ମଚକ୍ରକୁ ଘୂରେଇ ଏହି ମନ୍ତ୍ର ଉଚ୍ଚାରଣ କରେ। ବୌଦ୍ଧଧର୍ମର ଏ ହେଉଛି ଏକ ପବିତ୍ର ମନ୍ତ୍ର। ସାଧାରଣ ଅର୍ଥ ହେଉଛି ପଦ୍ମ ଭିତରେ ମଣି। କିନ୍ତୁ ଏହାର ଧାର୍ମିକ ଅର୍ଥ ଏମାନଙ୍କ ଧର୍ମର ପଣ୍ଡିତମାନଙ୍କୁ ଜଣା। ବୌଦ୍ଧମୂର୍ତ୍ତି ଆଗରେ ପ୍ରଦୀପ ଜଳେ। କଲ୍ୟାଣ ପ୍ରଦୀପ। ମଠର ଅଭ୍ୟନ୍ତରରେ ଗୋଟିଏ ଛୋଟ ପ୍ରାଙ୍ଗଣ, ଉପରେ ଛାତ। ତାରି ତଳେ ଧାଡ଼ି ହୋଇ ପନ୍ଦର କୋଡ଼ିଏ ଜଣ ଭକ୍ତଙ୍କର ମନ୍ତ୍ରପାଠ। ବୁଝି ପାରିଲି ନାହିଁ କାହିଁକି ଏମାନଙ୍କ ଦେହରେ ଗୈରିକବସନ। ମୂର୍ତ୍ତି ଓ ମନ୍ଦିର ଭିତରଟି ସୁନା-ରୂପା, କାଚପଥର ଓ ନାନା ବର୍ଣ୍ଣର ଜରି କାଗଜରେ ସୁସଜ୍ଜିତ। ଧୂପ, ଦୀପ, ନୈବେଦ୍ୟ ସବୁ ହୁଏ। ପୂଜକ ଆଳତି କରେ। ପୂଜାପାଠ କରେ। ଦିନକୁ ପାଞ୍ଚ ଛଅ ବାର ପୂଜା ହୁଏ। ମେଳା ମଉତ୍ସବ, ଯାନିଯାତ୍ରାରେ ଏମାନେ ହିନ୍ଦୁ, ମୁସଲମାନଙ୍କ ପରି ମେଢ଼ ବାହାର କରନ୍ତି। ଶୋଭାଯାତ୍ରାରେ ଯାଆନ୍ତି। ଭକ୍ତମାନଙ୍କ ଦେହରେ ଯେପରି ଗୋଟାଏ ଅପ୍ରୀତିକର ଗନ୍ଧ! ବହୁଦିନ ଧରି ଗାଧାନ୍ତି ନାହିଁ। ଲୁଗାପଟାରେ ତେଲର ମଇଳା ଚିକିଟା। ନିହାତି ଅପରିଷ୍କାର। ଲଣ୍ଡିତ ମସ୍ତକ। କଥା କହିଲାବେଳେ ଏପରି ଦୁର୍ଗନ୍ଧ ବାହାରେ ଯେ ମନେହୁଏ ଏମାନେ ବୋଧହୁଏ ଆମ କୋରାପୁଟର ଆଦିବାସୀଙ୍କ ପରି କେବେ ଦାନ୍ତ ଘଷନ୍ତି ନାହିଁ। ମୁନି ଋଷିଙ୍କ ପରି ଆଖି ବୁଜି ବସି ଥାଆନ୍ତି ତପସ୍ୟାରେ। ମଠରୁ ଅଭ୍ୟାଗତ ମିଳେ। ଦି'ଓଳି ପେଟପୂରା ଦୁଇମୁଠା ମିଳିଲେ ଗଲା! ପୁରୀ ମଠ ମହନ୍ତଙ୍କ ଭଳି ପେଟୁ ନୁହନ୍ତି କିନ୍ତୁ ମଠର ବାବାଜୀମାନଦଙ୍କ ପରି ଏମାନେ ଏକ ରକମ ସୌଖିନ ଗୋଷ୍ଠୀ। ଏମାନଙ୍କ ମଧ୍ୟରେ ଗୃହୀ ମଧ୍ୟ ଅଛନ୍ତି। ବିବାହ କରିବାକୁ ଧର୍ମରେ ବାରଣ ନାହିଁ। ଦୁଇ ତିନିଟି କରି ମାତା ରଖିଥାନ୍ତି। କିନ୍ତୁ ମଠରେ କୌଣସି ମାତାର ସାକ୍ଷାତରେ ମୁଁ ଆସିନି-। ହୁଏତ ସେମାନେ ଭିତରର ନିଭୃତ କକ୍ଷରେ ବସି ମାଳା ଗୁନ୍ଥୁଥିବେ ନଚେତ୍ ବଳିତା ବଳୁଥିବେ-। ବୌଦ୍ଧ ଲାମାମାନଙ୍କ ମଧ୍ୟରେ ବହୁ ସୁପଣ୍ଡିତ ଅଛନ୍ତି। କିନ୍ତୁ ଲାମାମାନଙ୍କ ମଧ୍ୟରେ ଅନେକ ଭଣ୍ଡ। ଖାଲି ଆସ୍ଫାଳନ ମାତ୍ର। ଏମାନଙ୍କ ମଧ୍ୟରେ ଗୋଟିଏ ଗଳ୍ପ ପ୍ରଚଳିତ। ଶୁଣିବାକୁ ଭାରି ମଜା ଲାଗେ। ଗଳ୍ପଟି ଦୁଇଜଣ ଲାମା ସମ୍ପର୍କରେ। ଥରେ ଏ ଦୁଇଜଣ ବୁଲି ବୁଲି ଏକ ଗାଁରେ ଆସି ପହଞ୍ଚିଲେ। ଗୋଟିଏ ଘରେ ପଶି ଦେଖିଲେ-ଘରର ଗୃହିଣୀ ମାଂସ ରାନ୍ଧଚି। ମାଂସ ଗନ୍ଧରେ ଦୁହେଁ ବିଭୋଳ ହୋଇ ଉଠିଲେ। ଦୁହେଁ ହାତରେ ପ୍ରାର୍ଥନା ଚକ୍ର ଘୂରେଇ ଘୂରେଇ ମନ୍ତ୍ର ଉଚ୍ଚାରଣ କରି ଚାଲିଛନ୍ତି। ଗୃହିଣୀଟି କୌଣସି ମସଲମସଲି ଆଣିବା ପାଇଁ ଅନ୍ୟ ଘରକୁ ଯିବାର ଦେଖି ଲାମା ଦୁହିଁଙ୍କ ମଧ୍ୟରୁ ଜଣେ ହଠାତ୍ ଧାଇଁଗଲେ ହାଣ୍ଡିଶାଳକୁ।